ତୁ ଚାଲ୍। ତୁମ ଦୁଇଜଣଙ୍କୁ ଆମେ ସାଙ୍ଗରେ ନେଇଯିବୁ। " ଅଗତ୍ୟା ବାଳିକା ବାଧ୍ୟ ହୋଇ ସମ୍ମତ ହେଲା। ଚିରଦିନର ବିଷାଦ-ସ୍ମୃତିବିଜଡ଼ିତ ସେହି ଭଗ୍ନ କୁଟୀରକୁ। ଫେରି ଅନାଇଲା। ଆଉ ସେଠାରେ ତାହାର ସ୍ଥାନ ନାହିଁ। ଆଜି ହୁଏତ ତାର ସେହି ଆବାଲ୍ୟ ଆଦରର କୁଡ଼ିଆ ଖଣ୍ଡି ଚିରକାଳ ପାଇଁ ଛାଡ଼ି କେଉଁ ଅଜଣା ରାଇଜକୁ ଯିବାକୁ ହେବ। ଏତେ ଦୁଃଖରେ ସୁଦ୍ଧା ବାଳିକାର ପ୍ରାଣରେ ମମତା ପ୍ରବଳ ହୋଇ ଉଠିଲା। ସେ ବାକ୍ଶକ୍ତିହୀନ ହୋଇ ଭଗ୍ନୀକୁ ଧରି ଠିଆ ହୋଇ ରହିଲା। କେଉଁ ଆଡ଼େ ଯିବ ତାହାକୁ ବୁଦ୍ଧି ଦିଶିଲା ନାହିଁ। ସେ ଜାତିରେ ଗୋପାଳ। ଆଜିକୁ ବର୍ଷ ତଳେ ତା' ଭଉଣୀର ଜନ୍ମର ଠିକ୍ ମାସକ ପରେ ତାହାର ସ୍ନେହମୟ ପିତା ପରିବାରକୁ ଦୁଃଖସାଗରରେ ଭସେଇ ଲୁଚିଗଲେ। ଆଜି ତାର ଏକମାତ୍ର ଭରସା ମାଆ ମଧ୍ୟ ସେହି ବାଟ ଧରିଲା। ଆଜି ଏତେବଡ଼ ଦୁନିଆଁରେ ତାହାର ଆପଣାର କେହି ନାହିଁ। ଯେତେ ଅଧିକ ଭାବୁଥିଲା ଏଇ କଥାଟି ତା' ପ୍ରାଣର ସୂକ୍ଷ୍ମତନ୍ତ୍ରୀକୁ ସେତିକି ଦୋହଲେଇ ଦେଉଥିଲା। ବାଳିକାଟି ସମସ୍ତ ବିଶ୍ୱକୁ କେବଳ ସେହି 'କେହିନାହିଁ' ସେ ପରିପୂର୍ଣ୍ଣ ବୋଲି ଭାବିନେଲା। ବାସ୍ତବିକ୍ ଚାରି ଆଡ଼େ ଜଗତ୍, ଅନନ୍ତ ଜଗତ୍। ଆପଣାର ସବୁ ସୁଖ, ସୌନ୍ଦର୍ଯ୍ୟ ଓ ବିଳାସିତାର ଅନନ୍ତ ପ୍ରସାର ମେଲାଇ ଏକ ଅଦ୍ଭୁତ ବିପଣି ପରି ବିସ୍ତୃତଭାବେ ସୁସଜ୍ଜିତ। ଅଥଚ କ୍ଷୁଦ୍ର ଦୀନା ବାଳିକା ଶଶୀର ଆଜି କେହି ନାହିଁ। ଶଶୀ ଆକାଶ ଆଡ଼କୁ ଦୃଷ୍ଟିପାତ କଲା। ଦେଖିଲା ଆକାଶ ଅନ୍ଧକାର। କେବଳ ଗୋଟିଏ ଦିଓଟି ତାରା ସେ ଅନନ୍ତ ଘନାନ୍ଧକାରରେ ଜଳଜଳ ହୋଇ ଜଳୁଚନ୍ତି। ହାୟ ଆଜି ତାର ମାତା କେଉଁଠାରେ? ଏହି ଅପୂର୍ବ ରହସ୍ୟମୟ ଆକାଶର ନିବିଡ଼ ଅନନ୍ତ ଶୂନ୍ୟରେ ବୋଧହୁଏ ମିଳାଇଗଲେ। ବାଳିକା କ୍ଷୁବ୍ଧ ନୟନରେ ଏଣେ ତେଣେ ଚାହିଁଲା। ସମ୍ମୁଖରେ ଯୁବକତ୍ରୟ। ଏତେକ୍ଷଣ ପରେ ସେ ସ୍ପଷ୍ଟ ରୂପେ ତିନିଜଣଙ୍କୁ ଦେଖି ପାରିଲା। ସ୍ନେହମୟ ବନ୍ଧୁ ପରି ସେହି କୃଷ୍ଣକାୟ ସୁଦୀର୍ଘ ଦେହ ବଳିଷ୍ଠ ଯୁବକ। ତାଙ୍କ ସାଙ୍ଗ ପ୍ରଫୁଲ୍ଲବଦନ, ଆଉ ଜଣେ ତାରିଆଡ଼କୁ ସକରୁଣ ନିବିଷ୍ଟ ଆଖିରେ ଚାହିଁ ରହିଛନ୍ତି। ତୃତୀୟ ଜଣକ ଅପେକ୍ଷାକୃତ ଅଳ୍ପବୟସ୍କ। ଶଶୀ ଆଗ୍ରହ ମିଶା ବିସ୍ମୟରେ ତିନିଜଣଙ୍କୁ ଦେଖିବାକୁ ଲାଗିଲା। ଦେଖିଲା ସେହି ଅଳ୍ପ ବୟସ୍କ ତରୁଣଟି ତାହାରି ମୁହଁକୁ ଏକଧ୍ୟାନରେ ଚାହିଁ ରହିଚନ୍ତି। ଚକ୍ଷୁ ଅଶ୍ରୁପର୍ଣ୍ଣ। ସେହି ଅବ୍ୟକ୍ତି ସହାନୁଭୂତି ଶଶୀର ଅନ୍ତରକୁ ଛୁଇଁଗଲା। ସେ କିଛି ଗୋଟାଏ ଅନୁଭବ କଲା ସତ୍ୟ; କିନ୍ତୁ ତାର ସ୍ୱରୂପ ବୁଝି ପାରିଲାନି। କିଛି ସମୟ ପରେ ବୀରବାବୁ ଦୁଇ ଭଉଣୀ ଓ ଦୁଇ ସାଙ୍ଗଙ୍କୁ ଯିବାପାଇଁ ନିର୍ଦ୍ଦେଶ ଦେଲେ। ବାଳିକାଟି ସାନଭଉଣୀର ହାତଧରି ମନ୍ତ୍ରମୁଗ୍ଧ ପରି ସେମାନଙ୍କ ପଛେ ପଛେ ଚାଲିଲା। ସତେ, ସେମାନେ ତାର କିଏ? କେଉଁ ଅଜଣା ସ୍ୱର୍ଗଲୋକର ଦେବତା। ମମତାର ମୋହରେ ତାକୁ ବାନ୍ଧିଦେଇଚନ୍ତି। ପଛରେ ମାଆର ମୃତପିଣ୍ଡ। ଆଗରେ ଭରସାର ଅସ୍ପଷ୍ଟ ଆଲୋକ। ଶଶୀ କ୍ଷଣକ ପାଇଁ ଆତ୍ମବିସ୍ମୃତା ହୋଇ ଅସ୍ଫୁଟ ଧ୍ୱନିରେ କହିଲା "ମହାପ୍ରଭୁ! " ଦୁଇଧାର ଲୁହ ତା' ଆଖିରୁ ବୋହିଗଲା। କିନ୍ତୁ ପରକ୍ଷଣରେ ଦେଖିଲା, ସେହି ଅଳ୍ପବୟସ୍କ ଯୁବକ ତାହାର ହାତକୁ ନିଜ ହାତରେ ଧରି ତା' ଆଖିରୁ ଲୁହ ପୋଛିଦେଲେ। ଶଶୀର ହୃଦୟ ଅନବବୋଧ୍ୟ ସ୍ନେହ ଓ ଭକ୍ତିରେ ନତ ହୋଇପଡ଼ିଲା। ସେ କିଛି ବୁଝି ପାରିଲା ନାହିଁ। ସେଦିନ ରାତି ପ୍ରାୟ ଟା ବେଳେ ଜଗନ୍ନାଥ ଘରକୁ ଫେରି ଆସିଲେ। ନିଜ କୋଠରୀର ଖଟରେ ଲମ୍ବହୋଇ ପଡ଼ିଗଲେ। ଦେହରେ ଅପରିସୀମ କ୍ଳାନ୍ତି, ମନରେ ଅନ୍ତହୀନ ଭାବନା। ଦୁଃଖରେ ଓ କ୍ଷୋଭରେ ଜଗନ୍ନାଥ ଭାବିଲେ ମଣିଷର ଜନ୍ମ ଓ ମୃତ୍ୟୁର ରହସ୍ୟ। ଜନ୍ମ ତାଙ୍କୁ ଯେତିକି ବିସ୍ମିତ ବୋଧହେଲା, ମୃତ୍ୟୁ ସେତିକି ପରିମାଣରେ ତାଙ୍କୁ ଅଭିଭୂତ କଲା। ଶଶୀ ଓ ସୁବାସୀର ବିଷୟ ଘନ ଘନ ମନେପଡ଼ିଲା। ସେହି ସୁନ୍ଦରୀର ଗଭୀର ଶୋକମଳିନ ମୁଖଚ୍ଛବି ଜଗନ୍ନାଥର ହୃଦୟପଟ୍ଟରେ ଏକ ଅପୂର୍ବ ଆବେଗ ସୃଷ୍ଟି କଲା। ଜଗନ୍ନାଥ ନିଜେ ବୁଝିପାରିଲେ ନାହିଁ କାହିଁକି? ତୃତୀୟ ପଟ ଧନ୍ୟ ସେ ସଂସାର ଆତ୍ମୀୟ ବାନ୍ଧବ ମଧ୍ୟେ ସ୍ନେହ ଯହିଁ ସାର। ଜୁଲାଇ ମାସ। ବର୍ଷା ଝର ଝର ବର୍ଷି ଯାଉଛି। ଚାଳରୁ ଅବିରତ ପାଣି ଖସି ପଡ଼ୁଛି। ସେଇ ଦୃଶ୍ୟକୁ ନିରୀକ୍ଷଣ କରି ଗୋଟିଏ ଆରାମଚଉକି ଉପରେ ଶଶୀ ଅର୍ଦ୍ଧଶାୟିତା ଭାବରେ ବସି ରହିଚି-।